ତେଣୁ ପଦ୍ୟ ଥିଲା କବିଜନ ସମର୍ଥିତ ଆଙ୍ଗିକ ଓ ଶୈଳୀ। ପଣ୍ତିତମାନେ କହୁଛନ୍ତି ଗଦ୍ୟର ଉତ୍ପତ୍ତି ହୋଇ ନଥିଲା। ଗଦ୍ୟ ପାଇଁ ଯେତୋଟି ଶଦ୍ଦ ଦରକାର ସେତକର ସଂଖ୍ୟା ଥିଲା ଦୁଇଶହ ଭିତରେ-ଚାଲୁ ଶଦ୍ଦ ପ୍ରାୟ ଶହେ ଆଉ ବିଶେଷ ଅବସ୍ଥା ପାଇଁ ଆଉ ଶହେ। ଏଥିରେ ଗଦ୍ୟ ଚାଲିବ କେମିତି? ପଦ୍ୟରେ ଚାରିଧାଡ଼ି ଯୋଡ଼ି ଦେଲେ ସେଇଟା ମୂହୁର୍ମୂହୁ ଆବୃତ୍ତିରେ ମଧ୍ୟ ଫିକା ପଡ଼ିବ ନାହିଁ। କିନ୍ତୁ ଦୁଇ ପୃଷ୍ଠାର ଗଦ୍ୟ କୁଆଡ଼କୁ ପାଇବ? ଲୋକଙ୍କର ବା ଦରକାର କ'ଣ ଥିଲା? ସକାଳ ଭୋରରୁ ଯାଇ ସୂର୍ଯ୍ୟ ବୁଡ଼ିଲା ଯାଏ ମାଟି ବାଲି ଉପରେ ମେହନତ କରି ସାରିଲେ କେଉଁ ଗଦ୍ୟ କାମରେ ଲାଗିବ? ଓଲଟି ଦି'ପଦ ଗୀତ ବା ଭଜନ ମିଳିଲେ ମନକୁ ଆନନ୍ଦ କରି ହବ। ପୁରୁଣା ମାଟିବଂଶ ଅବଧାନଙ୍କର ଶିକ୍ଷା ନିର୍ଘଣ୍ଟରେ ଯାହା ଥିଲା ସେଥିରେ ଗଦ୍ୟ ପାଇଁ କିଛି ଖୋରାକ ନଥିଲା। ସ୍ତ୍ରୀ ଭାର୍ଯ୍ୟା ଥିଲା ପଣ୍ତିତଙ୍କର ଆଉ ବଡ଼ ଘରର ଭାଷା। ଘରେ ଚଳୁଥିଲା ଅଇଁଠା ବୋଉ ନା ଜଗୁଆ ବାପ। ଏହିପରି ଅବସ୍ଥାରେ ଅର୍ଥାତ୍ ମୋଟା ରୋଟା ଚଳଣୀରେ ସାହିତ୍ୟ ଦରକାର ନଥିଲା କହିଲେ ଚଳେ। ମରୁଭୂମି ପାଖର ଯାଯାବର ବା ଘନ ଜଙ୍ଗଲର ବନବାସୀ ଆଜି ମଧ୍ୟ ଗଦ୍ୟ ଖୋଜେ ନାହିଁ। ଗଦ୍ୟପାଇଁ ଦରକାର ହୁଏ ବେଶ୍ ଲମ୍ୱାଚଉଡ଼ା ସାମାଜିକ ସ୍ୱାଚ୍ଛନ୍ଦ୍ୟ ଆଉ ଚଳଣୀ। ଅଳ୍ପରେ ସନ୍ତୋଷ ହେଉଥିବା ଲୋକ ବା ଅଳ୍ପ ସମସ୍ୟାର ଲୋକ ଗଦ୍ୟକୁ ମୋଟେ ପସନ୍ଦ କରିବ ନାହିଁ। ଏବେ ବି ଯେଉଁଠି ଛୋଟକାଟିଆ ବାବାଜୀ ମହନ୍ତ ଅଛନ୍ତି ଓ ସମସ୍ୟା ଅଳ୍ପ ସେଠି ଗଦ୍ୟର ପ୍ରଚଳନ ଅତି କମ୍। ବେଳ ଅବେଳକୁ ବଣା ପଲମରେ କ'ଣ ଦି'ଟା ଥିଲେ କାମ ଚଳେ, ସେମିତି ମୁଣ୍ତଭିତରେ ଦଶ ପଚିଶପଦ ପଦ୍ୟ ବା ଭଜନ ଥିଲେ ବି ସବୁ ସମାଧାନ ହୋଇଥାଏ। ପ୍ରତିଦ୍ୱନ୍ଦ୍ୱିତାର ତୀକ୍ଷଣ ଆଘାତ ନ ବାଜିବା ପର୍ଯ୍ୟନ୍ତ ଗଦ୍ୟର ପ୍ରସାର ହୋଇପାରେ ନାହିଁ-। ତେଣୁ ଆଜିର ଯନ୍ତ୍ର-ସଭ୍ୟତାର ବିକାଶ ଯେତେ ହେଉଥିବ ଗଦ୍ୟ ସେତିକି ଯଶସ୍ୱୀ ହେବ-। ଲୋକେ ପଦ୍ୟକୁ ସେତିକି ହତାଦର କରିବେ। ଆମର ଓଡ଼ିଶାରେ ପଦ୍ୟର ବେଖାତିର ଆରମ୍ଭ ହେଲା ମୋଟାମୋଟି ପଚାଶମସିହା ବେଳରୁ। ତାହାର ଦଶ ପନ୍ଦରବର୍ଷ ପରେ ଗୋଟାଏ ରକମର ଅବୁଝା ଅସ୍ପଷ୍ଟ ପଦ୍ୟମିଶା ଗଦ୍ୟର ମଧ୍ୟ ଆରମ୍ଭ ହେଇଥିଲା। ଯିଏ ଗଦ୍ୟକୁ ଭଲ ନ ପାଇବ ସେ ଗଦ୍ୟକବିତା ପଢ଼ିବ। ମାଛ ଓ ଶୁଖୁଆ, ତଟକା ଫଳ ଓ ମୋରବା ଆଚାରର ସମ୍ୱନ୍ଧ ପରି ଏବେ ଆଧୁନିକ ଗଦ୍ୟ ଓ କବିତା। ସାହିତ୍ୟିକମାନେ ଓଡ଼ିଶାର ସଭାମାନଙ୍କରେ କହୁଛନ୍ତି ଯେ ଜୀବନଧାରା ଭାରି ବିକ୍ଷୁବ୍ଧ ହେବାରୁ ସେମାନେ ଅନ୍ତର୍ନିହିତ ମାନବିକତା ଖୋଜିବାକୁ ସାହିତ୍ୟର ପରିକ୍ରମା କରୁଛନ୍ତି। ସାହିତ୍ୟ କହିଲେ ଯେ କାମ, କାମନା, ପ୍ରୀତି, ଶୃଙ୍ଗାର ନୁହେଁ-ଏତକ ତାଙ୍କର ଦାବୀ। କିନ୍ତୁ ଏହାର କାରଣ ଅନ୍ୟଠାରେ। ଆଗେ ନିୟମ ଥିଲା ଯେ ଶୃଙ୍ଗାର ରାତ୍ରି କାଳରେ। ଆଉ ସେଥିରେ ମଧ୍ୟ ଅନୁଶାସନ ଥିଲା ଯେ ବିବସ୍ତ୍ର ଶୃଙ୍ଗାର ଅବିଧି। ସୂର୍ଯ୍ୟ ଉଦୟ ହେବାର ଢେର ଆଗରୁ ଏହି ସବୁ ଅନ୍ଧାରି କାର୍ଯ୍ୟର ଶେଷ ହେଉଥିଲା-ଠିକ୍ ଶେଷ ପହର ବିଲୁଆ ବୋବାଳି ଅବା କୁଆଁ ତାରାର ଚିକିଚିକି ବେଳକୁ। ଦିନଯାକ ପଶୁପକ୍ଷୀଙ୍କର ରାସକ୍ରୀଡ଼ା ଦେଖିବା ଛଡ଼ା ଆଉ କିଛି ବ୍ୟବସ୍ଥା ନ ଥିଲା। ନାରୀଟିଏ ଦେଖିବା ଅତି କଠିନ। ଯଦି ବା କିଏ ଓଦାଲୁଗା ପିନ୍ଧି ଆସୁଥିବା